ଆମେ ପ୍ରତ୍ୟେକେ ଅନ୍ୟ ସଭିଙ୍କୁ ଆମ ପଲଟା ଭିତରକୁ ଆଣିବା ନିମନ୍ତେ ଲାଗି ପଡ଼ିଥିବା ପର୍ଯ୍ୟନ୍ତ ଏହି ଉପଦ୍ରବଟା ହିଁ ବେଶୀ ଲାଗି ରହିଥିବ। ତେଣେ ରାଷ୍ଟ୍ରର କର୍ତ୍ତାମାନେ ଆମକୁ ଅଧିକ ଅକ୍ତିଆର ଭିତରେ ରଖିପାରିବେ ବୋଲି ଆମର ସେହି ଆଗ୍ରହଟି ପରିପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଥିବେ। ରାଷ୍ଟ୍ର. ଯାହାକିଛି କରୁଛି ତାହା ଭଗବାନଙ୍କର ନିର୍ଦ୍ଦେଶରେ କରୁଛି ବୋଲି ସେହି ଦୁଷ୍ଟ ମିଥ୍ୟଟାକୁ ଭାରି ସହଜରେ ପ୍ରଚାର କରାଯାଇ ପାରୁଥିବ ଏବଂ ମନୁଷ୍ୟମାନଙ୍କର ବିବେକକୁ ଆଛନ୍ନ କରି ରଖାଯାଇଥିବ। ରଜାମାନେ ବହୁକାଳରୁ ତାହା କରି ଆସୁଥିଲେ ଏବଂ ଏବେ ଆମ ସାମ୍ପ୍ରତିକ କାଳର ରାଷ୍ଟ୍ରୀୟ କର୍ତ୍ତାକୁଳ କାହିଁକି ବା ସେଥିରୁ ଲାଭବାନ ନ ହୋଇଥାନ୍ତେ? ତଥ୍ୟ କହୁଛି ଜାପାନ ଦେଶର ଦୁଇ ସହର ଉପରେ ଅଣୁବୋମା ପକାଯିବ ବୋଲି ସମ୍ପୃକ୍ତ କର୍ତ୍ତାମାନେ ଗୀର୍ଜାରେ ଭଗବାନଙ୍କୁ ଜଣାଇ ଆଶୀର୍ବାଦ ଲାଭ କରିବା ଲାଗି ଗୀର୍ଜାକୁ ମଧ୍ୟ ଯାଇଥିଲେ। ସେମାନେ ସମସ୍ତେ ଖ୍ରୀଷ୍ଟିଆନ ଥିଲେ ଅଥଚ ପ୍ରାୟ କେହି ହେଲେ ହେଲେ ତାହା ଏକ ଅତି ଗର୍ହିତ କାର୍ଯ୍ୟ ବୋଲି ପ୍ରତିବାଦ କରିନଥିଲେ। ସେହି ପ୍ରଥମ ଦୃଷ୍ଟାନ୍ତଟିରୁ ପ୍ରେରଣା ନେଇ କ୍ରମେ ଅନ୍ୟ ଧର୍ମାନୁଗାମୀମାନେ ମଧ୍ୟ ତାହା ହିଁ କଲେଣି। ପୃଥିବୀର ପ୍ରବଳ ମଣିଷମାନେ ଅତି ପ୍ରବଳ ଭାବରେ ଭଗବାନଙ୍କୁ ନିଜର ନାନା କାର୍ଯ୍ୟ ଓ ମତଲବରେ ନିର୍ମଳ ବିବେକ ସହିତ ବ୍ୟବହାର କରିପାରିଲେଣି। ବିଜ୍ଞାନଟା ମଣିଷକୁ ଯେଉଁ ଅନ୍ୟଭଳି ଆଖି ଆଣି ଯୋଗାଇଦେବ ବୋଲି ଏକଦା ଚିନ୍ତା କରାଯାଉଥିଲା, ସେହି ବିଜ୍ଞାନ ମଧ୍ୟ ରାଷ୍ଟ୍ରଶକ୍ତି ହାତରେ ପୋଇଲୀ ପୋଇଲି ହୋଇ ଖଟିଲାଣି। ଆଗକୁ ହୁଏତ ଆଉ କିଛିହେଲେ ମଙ୍ଗଳ କେଉଁଠି ରହିଛି ବୋଲି ଆଦୌ ଦେଖାଯାଉ ନାହିଁ। ପୂରା ପ୍ରମାଣିତ ହୋଇଗଲାଣି ଯେ କୌଣସି ଭଗବାନ ନିଶାଖିଆ ମଣିଷମାନଙ୍କର ଆଉ କିଛି କରିପାରିବେ ନାହିଁ । ସେମାନଙ୍କୁ ଅଟକାଇ ରଖି ବି ପାରିବେ ନାହିଁ। ସେମାନେ ଅମଙ୍ଗଳର ବାଟରେ ଗଲେ ସିଏ ସେମାନଙ୍କୁ ମୋଟେ ଶାସ୍ତି ଦେଇପାରିବେ ନାହିଁ। ମଣିଷମାନେ ନିଜେ ଇଚ୍ଛା କଲେ ଯାଇ ସେପରି କରିପାରିବେ। ନିଜେ ଇଚ୍ଛା କଲେ ହିଁ ଭଗବାନଙ୍କୁ ନିଜ ଭିତରେ ବିଦ୍ୟମାନ ଥିବାର ଅନୁମାନ କରିପାରିବେ ଏବଂ ମଣିଷ ଆଡୁ ଆଗ ସେତିକି ଆରମ୍ଭ ହୋଇପାରିଲେ ଯାଇ କୌଣସି ଭଗବାନ ଯାହାକିଛି କରିବାକୁ ସମର୍ଥ ହେବେ। ଆଗ ଆମ ଭିତରକୁ ବାଟ ପାଇବେ, ତାପରେ ଯାଇ ଯାହାକିଛି କରିପାରିବେ। ଏବଂ ସେତେବେଳେ ଯାଇ ପୃଥିବୀର ରକ୍ଷା ହୋଇପାରିବ। ସାର ସତ୍ୟଟି ହେଉଛି ତୁମେ ଆଗ ବାଟ ଛାଡ଼ିଦେବ ତେବେ ଯାଇ ଭଗବାନ ତୁମ ଭିତରେ ପ୍ରବେଶ କରିପାରିବେ ଏବଂ ତୁମକୁ ନିମିତ୍ତ ରୂପେ କାର୍ଯ୍ୟରେ ଲଗାଇ ପାରିବେ। ନହେଲେ ଯାବତୀୟ ଧର୍ମର ବେଢ଼ା ଭିତରେ କାନ ଅତଡ଼ା ପକାଇ ସଂକୀର୍ତ୍ତନ ଚାଲିଥିବ ସିନା ମାତ୍ର ଭଗବାନ ସେଠାରୁ ଛୁ କରିଥିବେ। ସେଠାରେ କ୍ରୋଧ ରହିଥିବ, କୋପନମାନେ ରହିଥିବେ ଏବଂ ଦୀର୍ଘ ଘଣ୍ଟାର ନିନାଦରେ ସତ୍ୟ ବୁଡ଼ିଯିବାରେ ଲାଗିଥିବ। ତେଣୁ ଚାଲ ରାଜି ହୋଇଯିବା, ସମସ୍ତେ ଖ୍ରୀଷ୍ଟିଆନ ହୋଇଯିବା। ସମସ୍ତେ ରାଜି ହୋଇଯିବା ଓ ମୁସଲମାନ ବା ହିନ୍ଦୁ ହୋଇଯିବା। ତେବେ ସତ୍ୟଟା କେବଳ ମୋରି ଗୁହାଳ ଭିତରେ ବନ୍ଧା ହୋଇ ରହିଛି ବୋଲି ଦର୍ପ କରି କହିବା ପାଇଁ ଆଉ ଆଦୌ ମନ ହେବନାହିଁ। ସମ୍ଭବତଃ ମନଟା ଆଉ ଗୋଟାଏ ପ୍ରକାରର ହୋଇଯିବ। ସେହି ମନ ନେଇ ଆମେ ଆଉ ଜଣେ ଅନ୍ୟକୁ ମଧ୍ୟ ଦେଖିପାରିବା। ସେହି ଆଉଜଣେ ମନୁଷ୍ୟକୁ ମୋଟେ ଗିଳି ପକାଇବାକୁ ଇଚ୍ଛା ହେବନାହିଁ। ତାପରେ ସେହି ଆଉଜଣକୁ ପୃଷ୍ଠଭୂମି କରି ନିଜକୁ ଦେଖିବାର ବାଟଟିଏ ମଧ୍ୟ ମିଳି। ଭିତରେ ବହୁ କର୍କଶତା ଭାଙ୍ଗିଯିବ। କର୍କଶ ଶିକ୍ଷକମାନେ ନିରନ୍ତର କେବଳ ନିଜକୁ ଏତେ ଅତିଲିପ୍ତ ଭାବରେ ଦେଖାଇଥାନ୍ତି ଯେ।